ମଣିଷ ବୁଲୁଛନ୍ତି-ପ୍ରାଣ ନାହିଁ। ଚକଡ଼ା ମାଡ଼ି ଗାଁଆଟା ବସି ରହିଛି-ଘଟଣା କାହିଁ? ରମାକାନ୍ତ କହିଲା। -ଗାଁରେ ଆଉ କାମ ନାହିଁ। କେବଳ କେମିତି ପଲ୍ଲୀ ମାଧୁରୀ ଦେଖିବାକୁ ଯିବା ସିନା। ସିଏ ଆଉ ଭଲ ଲାଗିବ ନାହିଁ। ସହରର ନିଶା ବେଶ୍ କଡ଼୍ଡ଼ା। ଗାଁରେ ଆଉ ଯିଏ ଯେତେ ଥାଆନ୍ତୁ-ଯେତେ ଉତ୍ସାହ ଦେଖାଇ ଯେତେ ବଡ଼ ଦେହ ଓ ବଡ଼ ମନ ଦେଖାନ୍ତୁ ନା କାହିଁକି? -ଆମର ଗାଁର ଅଳକା, ମାନିନୀ ଆଉ ନକ୍ଷତ୍ର ପରି ଝିଅମାନେ କ'ଣ ଏଇ ସହରର ଅଳକା ଇତ୍ୟାଦିଙ୍କ ସମସରି ହେଇପାରିବେ? -ନା, ହେଇ ପାରିବେ ନାହିଁ। ଆମ ଗାଁର ଶଗଡ଼ିଆ ତାର ଗୀତ ଗାଇ ଗାଇ ଦିନେ ଶୁଣାଉଥିଲା ସେ ଯେମିତି-ଉଡ଼ାଜାହାଜର ପାଇଲଟ୍ ସେମିତି। ଏଠି ସହରର ଧୋବା ଦିନେ ଗଧ ପିଠିରୁ ଓହ୍ଲାଇ ଲୁଗା ଗଣ୍ଡିରାର ଜାଉଁଳି ଫିଟାଇ ଦେଇ କହିଲା-ଗୋଟାଏ ବଡ଼ ଘୋଡ଼ା କି ହାତୀ ତାକୁ ମିଳିଥିଲେ ସେ ଏଇ ସହରରେ ବହୁତ ନାମ ଡାକ କରିଥାନ୍ତା। ରମାକାନ୍ତ ହସିଲା ଭଜକୃଷ୍ଣର ବର୍ଣ୍ଣନା ଶୁଣି। -ଆମର ଅନୁଭବର ପ୍ରଖରତାର ପ୍ରଭେଦ ଆମକୁ ଗାଉଁଲି ଆଉ ସହରିଆ କରିଦିଏ। ଅନୁଭବକୁ ଠିକ୍ ଠିକ୍ ବୁଝିବା ପାଇଁ ଦରକାର ଅସଂଖ୍ୟ ସରଞ୍ଜାମ। ଗଣେଶ ପୂଜାର ଆୟୋଜନରେ କ'ଣ ଯଜ୍ଞଟାଏ ହୋଇପାରିବ? ଠାକୁର ଜଣେ-ସେହି ଜଣେ। ଅଳକା ଓ ମାନିନୀ ଏକା ନୁହନ୍ତି। -ଆଚ୍ଛା, ତାଙ୍କ ଭିତରେ କିଏ ଭଲ? -ମାନିନୀ ହେଉଛି ଫଗୁଣର ପବନ। ଅଳକା ହେଉଛି ବଇଶାଖି। ଯାହାକୁ ଯେଉଁଟା ଭଲ ଲାଗିଲା। -ତମେ କାହିଁକି ଭଲଟାଏ ବାଛିଲ? -ମୁଁ ବାଛିଲି କାହାକୁ? ମୁଁ ନିଜେ ଥରେ ବଛା ହୋଇଥିଲି। ମୁଁ ଭଲଟାଏ ପଡ଼ିବି ବୋଲି ମତେ ନିଆ ହୋଇଥିଲା। ପ୍ରଖର, ପ୍ରଚଣ୍ଡ, ଦୁନିର୍ବାର ଲୋକକୁ ନିଏ କେଉଁ ଲୋକ? -ଯାହାର ସେହି ପ୍ରକାରର ସାହସ ଓ ଦମ୍ଭର ଅସ୍ପର୍ଦ୍ଧା ଅଛି। ଏଇ ସଂସାରର ସବୁ ସ୍ତରରେ ସବୁବେଳେ ମେରୁଦଣ୍ଡ-ବିହୀନ ପ୍ରାଣୀ ଖୋଜା ପଡ଼ୁଛନ୍ତି ଛତ୍ର ଚାମର ତଳେ ବସାଇବା ପାଇଁ। ଭଜକୃଷ୍ଣ ସେମିତି ପାଇଗଲା। -ଆଉ ରମାକାନ୍ତ? -ମୁଁ ଭାବୁଛି ରମାକାନ୍ତ ମୋଠାରୁ ବଡ଼। ସେ ତ ଆପାଣାଛାଏଁ ଅଡ଼କା ଅପଚରା ଯାଇ ଅଳକା ଘରେ ନିଜକୁ ଅଭ୍ୟର୍ଥନା କରାଇ ତାଙ୍କରି ପରି ଜଣେ ହୋଇ ଘଣ୍ଟାକ ଭିତରେ ତାଙ୍କରି ସାଙ୍ଗରେ ଏଇ ସହରରେ ମଟର ଭିତରେ ବୁଲି ଆସିଲାଣି। ଭଜକୃଷ୍ଣ ପାଇଁ ସେ ଉତ୍ସାହରେ କହିଲା-ପ୍ରତିଜ୍ଞା କରୁଛି। ଏଇ ବିଜୁଳି ଆଲୁଅ ସାକ୍ଷୀ ରହିଲେ-ଯେମିତି ହେଉ କାଲି ମୁଁ ଭଜକୃଷ୍ଣକୁ ଆଉ ଥରେ ମାନିନୀର ମମତାର ପଣତ ତଳେ ରଖାଇଦେବି। ପ୍ରଶଂସା ଏମିତି ମଣିଷକୁ ମଣିଷ ପାଇଁ ସର୍ବତ୍ୟାଗୀ ସନ୍ନ୍ୟାସୀ ରୂପରେ ରୂପାୟିତ କରିଦିଏ। ଭଜକୃଷ୍ଣର ଯେତେବେଳେ ସବୁ ସମ୍ୱନ୍ଧ ତୁଟି ଯାଇଥିଲା ସେତିକିବେଳେ ପୁଣି ସେଇଠୁ ସେଇ ପାପପଙ୍କରୁ ତାହାରି ପାଇଁ ଆଉଥରେ ବାଟଟିଏ ଫିଟି ଆସୁଥିଲା। ହାତ ଧରାଧରି ହୋଇ କିଛି ବାଟ ଗଲା ପରେ ଭଜକୃଷ୍ଣ କହିଲା ସ୍ତ୍ରୀମାନଙ୍କର ପରସ୍ପର ବିରୋଧ ଭିତରେ ସେମାନେ ଯେମିତି ବନ୍ଧୁତା ବାନ୍ଧି ପାରନ୍ତି ଆମେ ପୁରୁଷମାନେ ବିରୋଧ ନ ଥାଇ ମଧ୍ୟ କେହି କାହାର ହେଇ ପାରୁନାହୁଁ। ଅଳ୍ପ ଦୂରରେ ହଷ୍ଟେଲ ଦିଶୁଛି। -ଆରେ ଆଜି ପରା ଶୋଭାଯାତ୍ରା ବାହାରିବ ପରୀକ୍ଷାର କଷ୍ଟକର ପ୍ରଶ୍ନପତ୍ର ପାଇଁ? ଆୟୋଜନ ପୂରା ହେଇଗଲାଣି-ରମାକାନ୍ତ କହିଲା। -ହଁ। -ଏଥିରେ ଆମର କ'ଣ ଅଂଶ ଗ୍ରହଣ କରିବାର ନାହିଁ? -ଏଥିରେ? -ହଁ, ଅଳ୍ପ ହେଉ ପଛକେ ଏଇଥିରେ ବି ଆମେ ସହଯୋଗ କରିବା ଉଚିତ୍। ପାଞ୍ଚଜଣ ଯାହା କରୁଛନ୍ତି ସେତକ ଭୁଲ୍ ହେଲେ ବି ଆମର ସେମିତି କରିବା ଉଚିତ୍। ଭୁଲ୍ ବୋଲି ଜାଣିଛୁ ତେଣୁ ନେତା ହେଉ ନାହୁଁ। କିନ୍ତୁ ସମସ୍ତଙ୍କ ଭିତରେ ଜଣେ ହେବା ଦରକାର। କଲେଜର ବିଦ୍ୟାର୍ଥୀଙ୍କ ଭିତରୁ ଯେଉଁ ଦଳଙ୍କର ସମସ୍ୟା ଥିଲା କଠିନ ପ୍ରଶ୍ନ-ସେମାନେ ପଟୁଆର ଆରମ୍ଭ କରୁଥିଲେ। ତାଙ୍କ ସାଙ୍ଗରେ ସମସ୍ୟାର ଉତ୍କଟତାକୁ ସଂଖ୍ୟା ଦ୍ୱାରା ରୂପାୟିତ କରିବାକୁ ସହାନୁଭୂତିରେ ଅନ୍ୟମାନେ ମଧ୍ୟ ଯୋଗ ଦେଉଥିଲେ। ସମସ୍ୟାର ବିଶେଷ ସଫଳତା ପାଇଁ ଛାତ୍ରୀମାନଙ୍କର ସହଯୋଗ ଅଣାଇବା ଦରକାର। ଅନ୍ଧାର ପକ୍ଷର ରାତି। ଏଣେ ବିଜୁଳି ସରବରାହ ଅନବରତ ବାଧା ପାଉଛି। ଏପରି ଅବସ୍ଥାରେ ଯୁବକ ଯୁବତୀଙ୍କ -ଏକତ୍ର ବିକ୍ଷୋଭ ଆଇନ ଶୃଙ୍ଗଳାର ପ୍ରଶ୍ନ। କିଏ ଜାଣେ କ'ଣ ନ ଘଟିବ? କାଳେ ଏହି ପ୍ରଶ୍ନଟି ସାରା ରାଜ୍ୟର ଗୋଟିଏ ବିସ୍ଫୋରଣ ହୋଇ ଉଠିବ ସେଥିପାଇଁ କଲେଜର ତରୁଣ ଅଧ୍ୟାପକମାନେ, ଅଧ୍ୟକ୍ଷ ଓ।